କାହାର ବାପଧନ ଖାଇ ମୁଁ ସେପରି କରିନି। ମୋ ଧନ ଖାଇ ମୋର ଯାହା ଇଚ୍ଛା ହେଲା ତାହା କଲି। ମୁଁ କେଳା ନୁହେଁ ଯେ, ବିଷଝଡ଼ା ନାଗୁଣୀକି ବି ବେକରେ ଗୁଡ଼ାଇ ରଖିବି। ଜୀବନ ପାତ୍ରରେ ମୋର ଯିଏ ଭରି ପାରିବ ଅମୃତ, ତା'ରି ପାଇଁ ମୁଁ ହଜିଯିବି ଏଇ ଦୁନିଆର ଅନ୍ଧାର ତଳେ। ନିଷ୍ପଲକ ଆଖିରେ ମୁହଁକୁ ମୋର ଚାହିଁ ରହିଲା ଛାୟା। ଆଖିରେ ତା'ର ଭରିଗଲା ଶ୍ରାବଣ ଆକାଶର ବିଷନ୍ନତା। ଓଠ ଦିଶିଲା ଅପରାଜିତା ପରି ନୀଳ। ମନ ଭିତରେ ଭୟଙ୍କର ଆକ୍ରୋଶ ନେଇ ମୁଁ ବି ଚାହିଁ ରହିଲି ମୁହଁକୁ ତା'ର। କିଛି କ୍ଷଣ ପରେ ବେକ ଭାଙ୍ଗି ସେଠାରୁ ଚାଲିଗଲା ଛାୟା। ଅଯତ୍ନ ଖୋସାରେ ଥିଲା ତା'ର ଗୋଟିଏ ଶୁଖିଲା ମଲ୍ଲୀ ମାଳ। ଡାକ୍ତର, ମହାରାଣୀ ଛାୟାର ସେଇ ବିଷାଦମୟ ଭଙ୍ଗୀଟି କେଉଁଦିନ ହେଲେ ମୁଁ ଭୁଲି ପାରିନି। କାରଣ ତା'ର ସେପରି ଚାଲି ମୁଁ କେଉଁଦିନ ଦେଖି ନଥିଲି। ପରାଜୟର ଗ୍ଳାନିରେ ସେଇ ଚାଲି ତା'ର ଅତ୍ୟନ୍ତ କରୁଣ ହୋଇ ଉଠିଥିଲା। ଦୀର୍ଘ ଏଇ କେତେ ବର୍ଷ ଧରି ପ୍ରତି ମୁହୂର୍ତ୍ତରେ ମୁଁ କେବଳ ଦେଖିଯାଇଛି ତା'ର ସେଦିନର ସେଇ ଚାଲିଟିକକ। ଲୋକ ଦେଖାଣିଆକୁ କେବେ କେମିତି ପଦେ ଅଧେ କଥା ସିଏ ମତେ କହୁଥିଲା। କିନ୍ତୁ ଯେଉଁଦିନଠାରୁ ସିଧାସଳଖ ଆଖିରେ ତା'ର ଆଖି ରଖି ତାକୁ ମୁଁ ଅପମାନ କଲି, ସେଇଦିନଠାରୁ ସେ ଆଉ ମୋ ସାଙ୍ଗରେ ବେଶୀ କଥା କହିନି। କିନ୍ତୁ ସବୁ କାମ ଭିତରେ ମୃତ୍ୟୁକୁ ଆବାହନ କରିବା ହେଲା ତା'ର ବଡ଼ କାମ। ମୁଁ ଜାଣେ ମୁଁ ଯେବେ ଚୋର ପରି ତା'ଠୁ କିଛି ଦିନ ଲୁଚି ଲୁଚି ବୁଲିଥାଆନ୍ତି, ତାହାହେଲେ ସେ ମତେ କଥା ନ କହୁ ପଛେ ଏତେ ଶୀଘ୍ର ଅନ୍ତତଃ ଚାଲି ଯିବା ପାଇଁ ଆକୁଳ ହୋଇ ଉଠି ନଥାନ୍ତା। କିନ୍ତୁ ଚୋର ମୁହଁ ସବୁଦିନ ଟାଣ। ଟିକି ଛାତିରେ ତା'ର ବହୁତ ଅଭିମାନ ଭରି ଚାଲିଗଲା ସିଏ। ଚାଲିଗଲା ଶୁଭେନ୍ଦୁ, ନୀଳେନ୍ଦୁ, ଆଉ ଅଳକା ଆଉ ତା'ର ଏତେ ପ୍ରିୟ ସଂସାର ସବୁକିଛିକୁ ଛାଡ଼ି। ଛାଡ଼ିଗଲା ସିଏ ତା'ର ରାଜାକୁ ବି। ସେଦିନ ମୁଁ ଯଦି ତା' ପ୍ରଶ୍ନର ଉତ୍ତର ନମ୍ର ଭାବରେ ଦେଇଥାଆନ୍ତି ତେବେ ସେ ସେମିତି ଭାବରେ ଚାଲି ଯାଇ ନଥାଆନ୍ତା। ଡାକ୍ତର, ମୁଁ ତାକୁ ତା'ର ପ୍ରିୟ ସଂସାରରୁ ତଡ଼ି ଦେଲି। ମୁଁ ତାକୁ ଯିବାକୁ ବାଧ୍ୟ କଲି। ସତରେ କ'ଣ ତା'ର ଚାଲି ଯିବାକୁ ଇଚ୍ଛା ଥିଲା ଏଇ ପ୍ରିୟ ସଂସାରକୁ ଛାଡ଼ି! ନା ଡାକ୍ତର, ନା, ମୋଟେ ନୁହେଁ। ମୁଁ ତାକୁ ବାଧ୍ୟ କଲି। ନିଜ ପ୍ରତି ଅ ବହୁତ ଅବହେଳା କରି କରି ଦିନେ ଶଯ୍ୟା ନେଲା ଛାୟା। କର୍ମଚଞ୍ଚଳ ହାତ ଦୁଇଟି ତା'ର ଥକି ପଡ଼ିଲା ତକିଆ ଉପରେ। ଗୋଲାପୀ ବର୍ଣ୍ଣଟା ତା'ର ବିବର୍ଣ୍ଣ ହୋଇ ଉ ଯାଇଥିଲା। କାଗଜ ପରି ଧଳା ଦିଶୁଥିଲା ତା'ର ସେଇ ବର୍ଣ୍ଣ। ବିଂଛଣା ଉପରେ ଶୋଇଥାଏ ଛାୟା, ବିଂଛଣା ସହିତ ମିଶି ଯାଇ। ବ୍ଲୁ ରଙ୍ଗର ଭେଲ୍‌ଭେଟ୍ ତକିଆ ଉପରେ ରକ୍ତଶୂନ୍ୟ ମୁହଁଟି ତା'ର ଦିଶୁଥାଏ ଆଞ୍ଜୁଳାଏ ଜୁଇଫୁଲ ପରି। ଯେଉଁଦିନ ସଂସାରରୁ ଅବସର ନେଇ ବିଛଣାରେ ଲୋଟି ପଡ଼ିଲା ଛାୟା, ସେଦିନ ରାଜାକୁ ପାଖକୁ ଡାକି କହିଥିଲା ରାଜା, ତୁମକୁ କେବେ କିଛି ମାଗିନି। କେବେ କିଛି ଅଳି କରିନି ତୁମ ପାଖରେ। ପ୍ରଥମ ଆଉ ଶେଷ ଥରକ ଲାଗି ଆଜି ମୁଁ କରିବି ତୁମ ପାଖରେ ଗୋଟିଏ ଅଳି। ରଖିବ ମୋର ସେଇ ଅଳି ତୁମେ? କାନ୍ଦି ପକାଇଥିଲା ରାଜା। କହୁଥିଲା ରଖିବି ଭାଉଜ। ଜୀବନ ଦେଇ ଦେବି ତୁମରି ଶାନ୍ତି ଲାଗି, ସୁଖ ଲାଗି, ତୁମର ଆନନ୍ଦ ଲାଗି। କୁହ, କ'ଣ ତୁମର ହୁକୁମ। ଆକୁଳ ମନ ନେଇ ମୁଁ ମଧ୍ୟ ଠିଆ ହୋଇଥିଲି ତା'ର ଶଯ୍ୟାର ଗୋଟିଏ କଡ଼କୁ। ମତେ ଦେଖି ବି ନ ଦେଖିଲା ପରି ମୁହଁ ବୁଲାଇ ନେଲା ଛାୟା। ରାଜାର ହାତ ଧରି ଛାୟା କହିଲା ପାଖକୁ ଆସ। କ୍ଳାନ୍ତ କଣ୍ଠରେ ପୁଣି କହିଲା କଥା ଦିଅ ମତେ ରାଜା। ଆଜି ମୁଁ ତୁମକୁ ଯାହା କହିବି, ତାହା ତୁମେ ସଜାଗ ମନ ନେଇ ମାନିବ। ଲକ୍ଷ୍ମଣର ମନ ନେଇ ମଥା ନୁଆଁଇ ରାଜା ସେଦିନ କହିଥିଲା ପ୍ରତିଟି ଆଦେଶ ତୁମର ମାନିବି ଭାଉଜ। କ୍ଳାନ୍ତ କଣ୍ଠରେ ଛାୟା କହିଥିଲା ରାଜା! ଏଇ ମୋର ଅନ୍ତିମ ଶଯ୍ୟା। ମୁଁ ବଞ୍ଚିଥିଲା ପର୍ଯ୍ୟନ୍ତ ଭାଇନାଙ୍କୁ ମୋର ଏଇ ଶଯ୍ୟା ଛୁଆଁଇ ଦେବନି। କାରଣ ମୁଁ ତାଙ୍କର ଅଯୋଗ୍ୟ। ମୁଁ ତାଙ୍କୁ କିଛି ଦେଇ ପାରିନି ସେଥିପାଇଁ ତାଙ୍କ ପାଖରୁ କିଛି ନେଇ ବି ପାରିବି ନାହିଁ। ସେବା ଛଳରେ ସେ ମତେ ଋଣୀ କରିବେ ଏକଥା ଆଦୌ ମୁଁ ସହି ପାରିବିନି। ତାଙ୍କ ହାତର ସେବା ପାଇଲେ ଆତ୍ମା ମୋର ବାହୁନି ବୁଲିବ। ତାଙ୍କର ହାତର ପରଶ ମୋର କାମ୍ୟ ନୁହେଁ।